ବହୁତ ବେଳଯାଏ ବସିଲା ଧନିଆ ବାହାରେ। ପବନ ସୁସୁ ବହିଲା। ଥଣ୍ତା ଲାଗିଲା ଧନିଆକୁ। ଚାକିରୀ ଆଶା ତାକୁ ନିଶ୍ଚିନ୍ତତା ଆଣି ଦେଇଥିଲା। ପୁଣି ଥଣ୍ତା ପବନ ବହିବାରୁ ଆଖିପତା ତାର ବୁଜି ବୁଜି ହୋଇ ଆସିଲ। ସେ ଟଳି ଟଳି ପଲା ଭିତରକୁ ପଶିଗଲା। ତଳେ ଲମ୍ବ ହୋଇ ଶୋଇପଡ଼ିଲା ଧନିଆ। ମୁଣ୍ତଟି ପଥର ଉପରେ ଆଉ ଦେହଟି ଧରଣୀର କୋଡ଼ରେ। ଶେଯ, ମାଣ୍ତି, ଚଦରକୁ ଅପେକ୍ଷା ରଖେନି ଶ୍ରମିକର ନିଦ୍ରା। ଶୋଇପଡ଼ିଲା ନିଶ୍ଚିନ୍ତରେ ଧନିଆ। ଧନିଆ ସପନ ଦେଖୁଚି। ପଲା ଘରେ ତା ବାପ ଓ ମା ପେଜ ଖାଉଚନ୍ତି। ସାନ ଭାଇ ଭଉଣୀଙ୍କ ମୁହଁରେ ଦେଉଛନ୍ତି ଭାତ ମୁଠିଏ। ଧନିଆ ପାଇଁ ମା ତାର ସରାଗରେ ପେଜ ମିଶା ଭାତ ବାଢ଼ି ଦେଉଚି। ଧନିଆ ପରମ ସନ୍ତୋଷରେ ସେତକ ଅମୃତ ପାଇଲା ପରି ଖାଇଯାଉଚି। ପଲା ବାହାରେ ବହୁତ ଲୋକ ରୁଣ୍ତ, ହେଇଛନ୍ତି, ଭାରି ପାଟିଗୋଳ। କିନ୍ତୁ ସେ ପାଟି ଶୁଖିବା ପାଇଁ ନ ଥିଲା ଧନିଆ। ସେ ଚାଲି ଯାଇଥିଲା ସେ ପୁରକୁ ଯେଉଁଠି ଛୁଆଁ ଅଛୁଆଁ ବଡ଼ ସାନ ଭେଦ ନାହିଁ। ପରମ ଶାନ୍ତି ପାଇଲା ଧୁନିଆଁ। ବାପ, ମା ଓ। ସାନ ସାନ ଭାଇ ଭଉଣୀଙ୍କ ହନ୍ତସନ୍ତ ଅବସ୍ଥା ଦଖିବାକୁ ସେ ରହିଲା ନାହିଁ। ପାଣିକଳରୁ କଳି, କଳିରୁ ଡିଆସିଲି ପୁଡ଼ା କାମ ଦେଖାଇଲା। ପରା ଘରଟି ଜଳି, ପୋଡ଼ି ପାଉଁଶ କରି ଦେଇଥିଲା ଧନିଆ ସଅରକୁ। ହରିଜନ ବସ୍ତିରେ ଫୁସ୍ଫାସ୍ ଶବ୍ଦ ଶୁଣାଗଲା। ବଡ଼ମାନେ ଛୋଟମାନଙ୍କୁ କହିଲେ ଚୁପ୍ ହୁଅ। ସେ ଗଲା, ଆମେ ବି ଦିନେ ଏ ଦଶା ଭୋଗିବା। ସରକାର ଅଭୟ ଦେଲେ କଅଣ ହେବ, ନିୟମକାନୁନ ବାନ୍ଧିଲେ କ'ଣ ହେବ ହେ। ସମାଜ ତ ମାନିଲେ ହେବ! ଧନିଆ ବିଚାରା କ'ଣ କଲା? ପାଣି ଟୋପେ ତ ପିଇ ଦେଲା। ମାଠିଆରେ ଅଇଁଠା ପାଣି ପଡ଼ୁ ନ ପଡ଼ୁଣୁ ସେହି ମାଠିଆଟା ତାରି ଉପରେ ଭାଙ୍ଗିଲା। ବିଚରା ଧନିଆ ଭାବିଥିଲା ଦଣ୍ତ ସରିନି। ମୁଣ୍ତରୁ ରକ୍ତ ବହି ଯାଉଥାଏ। କାନ ଧରି ଉଠୁ ବସ ହେଲା। ଚାପଡ଼ା ମାରି ହେଲା। ବଡ଼ଠାରୁ ସାନ ସମସ୍ତଙ୍କ ପାଦ ତଳେ ପଡ଼ି କ୍ଷମା ଭିକ୍ଷା କଲା; ଅଥଚ ଏମାନଙ୍କ ପଥର ହୃଦୟ ତରଳିଲା ନାହିଁ। ତା ପଲା ଘରଟି ବାହାରୁ ବନ୍ଦ କରି ନିଆଁ ଲଗାଇ ଦେଲେ। ସେ ମଲା, ଗଲା ନାହିଁ ଯେ ଏମାନଙ୍କ ଦାଉରୁ ରକ୍ଷା ପାଇଗଲା। ଆଉ ଆମମାନଙ୍କର ପାଳି କେବେ ପଡ଼ୁଚି କିଏ ଜାଣେ? ଅଶରୀରୀର ବାଣୀ ମୁଁ ତ ଏ ପୁରରେ ନାହିଁ। ବହୁତ ଖୋଜିଲି, ମୋର ପ୍ରାଣରେ ଦେବତା—ସ୍ୱାମୀଙ୍କୁ। ପୁଣି ଚାହିଁଲି ମୋର ଜୀବନର ପୁଅଝିଅ ଦୁଇଟିଙ୍କୁ। ହେଲେ କେହି ମିଳିଲେ ନାହିଁ। ମିଳନ୍ତେ କିପରି? ଚିର ରୁଗ୍ଣ ସ୍ୱାମୀଙ୍କୁ ମୋର କଷ୍ଟାର୍ଜିତ ସାମାନ୍ୟ ଅର୍ଥ ବଦଳରେ ଗଣ୍ତାଏ ପଥି ଓ ଟୋପାଏ ଔଷଧ ଦେଇପାରିଲି ନାହିଁ। ସେ ରୁଷି ଚାଲିଗଲେ। ମୋ କଡ଼ରେ ରଖିଗଲେ ତାଙ୍କର ଦୁଇଟି ସ୍ୱାକ୍ଷର। ସାନଟି ତିନି ମାସର ଝିଅ ଆଉ ବଡ଼ଟି ପାଞ୍ଚ ବର୍ଷର ପୁଅ। ପ୍ରାଣପାତ କରି ଖଟିଲି। ମୁଣ୍ତଝାଳ ତୁଣ୍ତରେ ମାରି ବହୁ କଷ୍ଟାର୍ଜିତ ଧନରେ ପିଲା ଦୁଇଟିଙ୍କୁ ବଞ୍ଚାଇ ରଖିବା ଅସମ୍ଭବ ହେଲା। ଟିକିଏ ହସ ଓ ପଦିଏ କଥା ବଦଳରେ ଧନ ଦୌଲତର ପ୍ରଲୋଭନ ମିଳିଲା। ସୀତା, ସାବିତ୍ରୀ ଦେଶରେ ଗୋଡ଼ ଖସାଇ ପର ପୁରୁଷଙ୍କ ମୁହଁକୁ ଚାହିଁ ହସିବା ବା ପଦେ କଥା କହିବା ମୋ ପକ୍ଷେ ଅସମ୍ଭବ ହେଲା। ଇଟା କଣ୍ଟ୍ରାକ୍ଟର ପାଖରେ ହାଲୁକା କାମ କରି ମୋରି ସାଙ୍ଗରେ ଚେମି, ଚଞ୍ଚି, ଚାନ୍ଦ, ଆଦି ନାରୀଏ ତୋଫାଲୁଗା ପିନ୍ଧି ଉଚ୍ଚ ହାରର ମୂଲ ପାଇଁ ଦେଶ ସୁଖରେ ରହିଲେ। ମୋତେ ବଢ଼ାଇଲେ ତାଙ୍କରି ପରି କଣ୍ଟ୍ରାକ୍ଟରଙ୍କ ସଙ୍ଗେ ମିଳିମିଶି ଚଳିବାକୁ। ମାତ୍ର ମୁଁ ପାରିଲିନି। ବହୁବାର ଶିଶୁଙ୍କ ଭୋକ ଉପାସ ଓ ମୋର ସତୀ ପଣିଆ ମଧ୍ୟରେ ଲଢ଼େଇ ଲାଗିଲା। ପାଦ ଖସି ଯାଉ ଯାଉ ପ୍ରଭୁଙ୍କ କୃପାରୁ ଅବାଟକୁ ଖସିଯିବାର ବିପଦରୁ ରକ୍ଷା ମିଳିଯାଏ। ମଣିଷଗୁଡ଼ାକ ଏତିକି ହିଂସ୍ର! ସେମାନଙ୍କ ସ୍ୱାର୍ଥ ସାଧିତ ନ ହେଲେ ସେମାନେ କ୍ରୋଧାନ୍ଧ ହୁଅନ୍ତି। ଇତର ଜୀବଜନ୍ତୁଙ୍କ ଠାରୁ ଅଧିକ ହିଂସ୍ର ହୋଇଯାଆନ୍ତି। ଇଟା କଣ୍ଟ୍ରାକ୍ଟରର କାମବହ୍ନିରେ ମୁଁ ନିଜକୁ ଜାଳିପୋଡ଼ି ନ ଦେବାରୁ ସେ ବ୍ୟାଘ୍ର ସର୍ପାଦିଙ୍କଠାରୁ ଉତ୍କଟତର ହିଂସକା ହୋଇଥିଲେ।